' ଦୁଃଖର କଥା, ଚିଠିଖଣ୍ଡିକ ଯେତେବେଳେ ମୋ ହାତରେ ଆସି ପଡ଼ିଲା, ସେତେବେଳକୁ ସେ ଆମ ସୀମା ବାହାରକୁ ଚାଲିଯାଇଥିଲା। ତା ନ ହେଲେ ଏଠାରୁ କିପରି ଧନଜୀବନ ନେଇ ନରକକୁଣ୍ଡକୁ ଯାଇଥାନ୍ତା, ତାହା ଦେଖି ନେଇଥାନ୍ତୁ। ଏହି ନରକଦୁଆରେ ହିଁ ଉତ୍ତପ୍ତ ତେଲକୁଣ୍ଡରେ ତାକୁ ଜୀବନ୍ତ ଘାଣ୍ଟିଥାଆନ୍ତୁ। '' କୋଷାଧ୍ୟକ୍ଷର କଥା ଶେଷ ନ ହେଉଣୁ ସଭାର ଅପର ପ୍ରାନ୍ତରୁ ଜଣେ ପ୍ରଶ୍ନ କଲା, ''ଆମର ଜାଣିବା ଦରକାର, ଆର୍ଜି ସ୍ୱୀଡ଼େନ କମ୍ପାନୀର ବ୍ୟବସାୟ କିଏ କିଣି ନେଇଛି? ଯାହାକୁ ଆମେ ଏଠାରୁ ତଡ଼ିଦେଲୁ, ତାର ମାଲପତ୍ର କିଣି ଏଠାରେ ବ୍ୟବସାୟ କରିବ–ଏପରି ଦୁଃସାହସୀ କିଏ? '' କୋଷାଧ୍ୟକ୍ଷ ଉତ୍ତର ଦେଲା, ''ସେ ତଥ୍ୟ ମଧ୍ୟ ମୁଁ ସଂଗ୍ରହ କରିଅଛି। ଆର୍ଜି ସ୍ୱୀଡ଼େନର ସମସ୍ତ କଳ କାରଖାନା ଓ ବ୍ୟବସାୟ ମାର୍ଟିନ କାଉଣ୍ଟି ରେଲରୋଡ଼ କମ୍ପାନୀ କିଣି ନେଇଅଛି। '' ପ୍ରଶ୍ନକର୍ତ୍ତା ପୁଣି ପଚାରିଲା, ''ଗତ ବର୍ଷ ଠିକ୍ ଏଇଭଳି ଟଡ଼ମ୍ୟାନ ଏଣ୍ଡ କୋ: ଲିମିଟେଡ଼ ଯେତେବେଳେ ଆମକୁ ଫାଙ୍କିଦେଇ ଏଠାରୁ ପଳାଇଗଲା, ସେତେବେଳେ ତା ଜିନିଷ-ପତ୍ରକୁ କିଏ କିଣି ନେଇଥିଲା? '' କୋଷାଧ୍ୟକ୍ଷ ଉତ୍ତର ଦେଲା, ''ସେଇ କାଉଣ୍ଟି ରେଲରୋଡ଼ କମ୍ପାନୀ। '' ପ୍ରଶ୍ନକର୍ତ୍ତା ଆଉ କଅଣ ପ୍ରଶ୍ନ କରିବାକୁ ଠିଆ ହୋଇଥିଲା; ମାତ୍ର ସର୍ଦ୍ଦାର ତାକୁ ହାତର ଇଙ୍ଗିତରେ ବସାଇଦେଇ କହିଲା, ''କିଏ କିଣିଅଛି, ସେଥିପାଇଁ ଆମର ମୁଣ୍ଡ ଖେଳାଇ ଲାଭ କଅଣ-? '' ପ୍ରଶ୍ନକର୍ତ୍ତା ଜବାବ ଦେଲା, ''ମୋ ଅପରାଧ କ୍ଷମା କରନ୍ତୁ ମହାମାନ୍ୟ ସର୍ଦ୍ଦାର! ମୁଁ ଯେ କାହିଁ କି ଏସବୁ ପ୍ରଶ୍ନ ପଚାରୁଛି, ତାହା ଥରେହେଲେ ଭଲରୂପେ ଚିନ୍ତା କରି ଦେଖନ୍ତୁ। ଗତ ଦଶ ବର୍ଷ ହେଲା ଏ ଅଞ୍ଚଳର ଛୋଟଛୋଟ ବ୍ୟବସାୟୀମାନେ ଗୋଟିଗୋଟି ଏହିପରି ସେମାନଙ୍କ ବ୍ୟବସାୟ ଓ କଳ କାରଖାନା ବିକ୍ରି କରିଦେଇ ପଳାଇ ଯାଉଅଛନ୍ତି। ତା ପରିବର୍ତ୍ତରେ କଅଣ ହେଉଛି? ବଡ଼ବଡ଼ କମ୍ପାନୀସବୁ ସେ ବ୍ୟବସାୟ କିଣି ନେଉଛନ୍ତି। ପୁଣି ସେସବୁ କମ୍ପାନୀ ଏତେ ବଡ଼ ଯେ, ସେମାନେ ଆମ ଧମକକୁ ଆଦୌ ଖାତିର କରୁ ନାହାନ୍ତି। ସେମାନଙ୍କ ପ୍ରଧାନ ଅଫିସ ବଡ଼ବଡ଼ ସହରରେ, ଏଠାରେ ସେମାନଙ୍କ ଟଙ୍କା ପଇସା କାରବାର ବେଶୀ କିଛି ହୁଏ ନାହିଁ। ଆମେ ଅବା ସେସବୁ କମ୍ପାନୀର ଜଣେ ଦୁଇ ଜଣ ମୁଖିଆ ଲୋକଙ୍କ ଉପରେ 'ଦେଖିନେବା' କାମ କରନ୍ତେ; ମାତ୍ର ସେଥିରେ କମ୍ପାନୀର କିଛି ହେଲେ କ୍ଷତି ହେବ ନାହିଁ। ଗୋଟାଏ ମ୍ୟାନେଜର ଗଲେ ଆଉ ଗୋଟିଏ ଆସିବ। ମାତ୍ର ଯେଉଁ ଛୋଟ ଛୋଟ ବ୍ୟବସାୟୀ ଆମମାନଙ୍କ ଧମକରେ ଏଠା ଛାଡ଼ି ପଳାଇ ଯାଇଅଛନ୍ତି, ସେମାନଙ୍କର ଲୋକବଳ ବେଶୀ ନାହିଁ କି ବଡ଼ବଡ଼ ସହରରେ ହେଡ଼ ଅଫିସ ନାହିଁ। ସେମାନଙ୍କ କଳକାରଖାନା କିଣିନେଇ ସେସବୁ। ବ୍ୟବସାୟ ଯେଉଁ ବଡ଼ବଡ଼ କମ୍ପାନୀ ଚଳାଉଛନ୍ତି, ସେମାନଙ୍କଠାରୁ ଆମର ବିଶେଷ କିଛି ଲାଭ ହେଉ ନାହିଁ। ପୁଣି ଛୋଟ ବ୍ୟବସାୟୀ ସମସ୍ତେ ଏହିପରି କ୍ରମେକ୍ରମେ ଚାଲିଗଲେ ଆମ ଆୟ କମିଥିବ। ବଡ଼ବଡ଼ କମ୍ପାନୀ ସେତେବେଳେ ଆମକୁ ଜବତ କରିବା ଲାଗି ନାନା ପ୍ରକାର ଜାଲ ଛନ୍ଦିବେ; ଦଳ ଭାଙ୍ଗିଦେବା ଲାଗି ସେମାନଙ୍କର ସମସ୍ତ ଶକ୍ତି ଲଗାଇବେ। ସେତେବେଳେ ଆମ ଅବସ୍ଥା ଶୋଚନୀୟ ହୋଇଉଠିବ ନାହିଁ କି? '' ପ୍ରଶ୍ନକର୍ତ୍ତା କମ୍ରେଡ଼ ମରିସ୍ର ଏହି ବକ୍ତୃତାରେ ସଭାସ୍ଥଳରେ ହଠାତ୍ ଗୋଟାଏ ଆତଙ୍କିତ ନୀରବତା ଦେଖାଦେଲା। କିଛି ସମୟ ପାଇଁ ସମସ୍ତେ ଚୁପ୍ଚାପ୍। ମାତ୍ର ଏମାନେ ଯେଉଁ ଦଳର ଲୋକ, ସେଠାରେ ଅପ୍ରିୟ ସତ୍ୟର ବିଶେଷ